ଏ କଥାକୁ ବିଚାର କରି ଯାହା କରିବ। ଏଠା ସବ୍ଡ଼ିଭିଜନ ମାଜିଷ୍ଟ୍ରେଟ ତୁମ୍ଭ ପରିଚୟ ବନ୍ଧୁ ଥିବାରୁ ତାଙ୍କୁ ଯାହା ଉଚିତ ବିଚାରିବ ତାହା ଲେଖିବ। ନଚେତ ଆମ୍ଭର ଏଠି, ଘର କରି ରହିବା ସେପରି ସେପରି ଜାଣିବ। ସେଇଦିନ ପୁଣି ମୋହନବାବୁଙ୍କର ଭାରି ଗୋଟାଏ କି କାମ ପଡ଼ିଲା ଯେ ଜଗେଇ ମହାନ୍ତି ଛଡ଼ା ସେ କାମ ଆଉ କେହି ପାରିବେ ନାହିଁ। ଜଗେଇ ମହାନ୍ତି ମଦନପଟ୍ଟନାୟକ ଘରେ ଥିଲା, ଖବର ପହଞ୍ଚିଲା। ମୋହନବାବୁ ଜଗେଇ ମହାନ୍ତିକି ଡାକୁଛନ୍ତି। ମଦନ ପଟ୍ଟନାୟକେ କହିଲେ–''ସେ ଏଠି କାମ କରୁଚି–କାମ ଛିଡ଼େଇ ଟିକିଏ ଛାଡ଼ିକି ଯାଉଛି। '' ମୋହନ ପଟ୍ଟନାୟକଙ୍କ ଲୋକ ଫେରି ଆସିଲା। ମୋହନବାବୁ ଶୁଣି ତାତି ଉଠିଲେ–''ହଁ, ମୋ କାମ ହେଲା ନାହିଁ, ତାଙ୍କ କାମ ବଳି ପଡ଼ିଲା। ଏ ଶଳା ଗୋଲାମ ଟୋକାର ଏତେ ସାହସ! ଦେଖି ନେବି କେଡ଼େ ପୁଅ ସେ–ଆଉ ତା' ମୁନିବ ମଦନ ପଟ୍ଟନାୟକ କେଡ଼େ ମଣିଷ। ନା, ଆଜିଠୁ ସେ ଜଗାମହାନ୍ତି ମୁହଁ ଚାହିଁବି ନାହିଁ। ସେ ପୁଣି ଦିନେ ଏ ଆମ ପାଖ ମାଡ଼ିଛି ଯେବେ ତା' ଠେଙ୍ଗୁଣି ନଭାଙ୍ଗିଛି ମୁଁ ମୋହନ ପଟ୍ଟନାୟକ ନୁହେଁ। '' ମଦନ ପଟ୍ଟନାହାକ ଏ କଥା ଶୁଣି କହିଲେ–ଜଗା ଦେହରେ କେହି ଟିପ ଛୁଇଁବ ତ ମୁଁ ଦେଖି ଦେବି ପୁଅର କେତେ ତାକତ। ଏଇ ଜଗେଇ ମହାନ୍ତିକି ଉପଲକ୍ଷ କରି କଳି ଆରମ୍ଭ ହେଇଗଲା ଦି' ଘର ଭିତରେ–ମଦନପଟ୍ଟନାୟକ ଓ ରସିକପଟ୍ଟନାୟକ ମାରଫତ ମୋହନପଟ୍ଟନାୟକ ଭିତରେ କଳି। ମଦନପଟ୍ଟନାହାକ କହନ୍ତି, ଜଗେଇ ତାଙ୍କ ଘରର ଦେଢ଼କୋଡ଼ି ବର୍ଷର ଚାକର, ତାକୁ କିଏ ନେଇଯିବ ଆଉ କାହାଘରେ କାମ କରେଇବାକୁ, ଦେଖାଯାଉ। ମଦନପଟ୍ଟନାହାକ କହିଲା, ଜଗା ଆସିବ ନାହିଁ। ନଆସିବ ତ ମୋ ନାଆଁ ମୋହନ ନୁହେଁ। ଟଙ୍କା ପାଖରେ ବାଘ ଆସି ପିଠି ପତେଇ ଦବ। ଜଗା କୋଠପୁଅ କି ଛାର। କିନ୍ତୁ ଜଗା କୋଠପୁଅ ଯୋଉଠିଁ ଥିଲା ସେଇଠି ରହିଲା। ମୋହନ ପଟ୍ଟନାୟକ ପାଞ୍ଚଟଙ୍କା ଦରମା ଅଧିକ ଦବ, ଜମି ଦି'ମାଣ ଦବ, ଭଙ୍ଗାଘର ନୂଆ କରିବାକୁ ବାଉଁଶ ଦବ–ସବୁ ଦବାକୁ କହିଲା, ତଥାପି ଜଗାର ଏକ ଜବାବ–ନା। ପିଲାକାଳରୁ ଯାହାର ଦାନାଖାଇ ଆସିଚି–ତାକୁ ଛାଡ଼ି ଯାଇ ପାରିବ ନାହିଁ। ପଇସା ବଡ଼ ନୁହେଁ, ମଣିଷର ଇଜ୍ଜତ ବଡ଼। ଜଗାମହାନ୍ତି କଳି ଯାଇ ପଡ଼ିଲା ମାଷ୍ଟରାଣୀ ଉପରେ। ଗାଁରେ ବାଳିକା ସ୍କୁଲ ନାହିଁ। ଅନେକ ଦିନରୁ ଚେଷ୍ଟା ଚାଲିଚି କିନ୍ତୁ। ବୋର୍ଡ଼ ମଞ୍ଜୁର କରୁ ନାହିଁ। ଯେତେ ଝିଅ ହେବାର କଥା ସେତେ ଝିଅ ସ୍କୁଲରେ ହେଉ ନାହାନ୍ତି। ଅର୍ଥ, ହେ ଗାଁଆର ମାଇପି ମିଣିପେ, ଏଥର ଅଧିକ ଝିଅ ଜନମ ନକଲେ ବାଳିକା ଇସ୍କୁଲ ହୋଇ ପାରିବ ନାହିଁ। ଯେତୋଟି ଝିଅ ପଟ୍ଟନାୟକ ପଡ଼ାର ପଢ଼ନ୍ତି, ତାଙ୍କ ଛଡ଼ା ସାହିରୁ ଆଉ ତିନି ଚାରୋଟିବି ଆସନ୍ତି। ପଢ଼ାହୁଏ ମୋହନପଟ୍ଟନାୟକଙ୍କ ବଙ୍ଗଳାର ଗୋଟିଏ ଉହାଡ଼ କଡ଼କୁ। ମୋହନଙ୍କର ତିନିବର୍ଷର ଗୋଟିଏ ଝୁଅ ଆସି ବସେ। ତେଣେ ରାଧା ଗୋବିନ୍ଦଙ୍କ ଯୋଡ଼ିଏ ଝିଅ ଆସୁଥିଲେ। ମଦନପଟ୍ଟନାୟକ କହିଲେ, ନା ସେ ଆଉ ମୋହନ ପଟ୍ଟନାୟକ ଘରକୁ ଯିବେ ନାହିଁ। ମାଷ୍ଟରାଣୀ ତାଙ୍କ ଘରଠିକି ଆସି ପଢ଼େଇ ଯିବ ତ ଯାଉ। ହକ୍ ପଇସା ଦବା, ଆଉ କାହା ପିଣ୍ଡା ଓଳିରେ ବସି ପଢ଼ିବେ କାହିଁକି ଆମ ଝିଅ ଝିଆରୀ? ମୋହନ ପଟ୍ଟନାୟକ କ'ଣ ବେଶି ପଇସା ଦଉଚି। ମାଷ୍ଟରାଣୀ କିନ୍ତୁ